ରଙ୍କ ହୋଇ ସୀତାଙ୍କୁ ରାମ କୋଳରେ ବସାଇବାରୁ ସେ ଲଜ୍ଜିତ ହେଲେ। ତେଣୁ ରାମ କହିଲେ - ଅଶ୍ୱର କି ନାମ ଅଛି ସହି ବାଜି ନୂତନା ବୟସୀ କି ବୋଲାଇ? ନବ ସିଂହ କାହିଁ ବାସ ବୁଝ ନାରୀଈଶ ବନ ଟେକ ଚନ୍ଦ୍ରାନନ ତୋଷ ବହି ଗୋ ଯତିନାମ ସିଦ୍ଧ ପିକ ଧ୍ୱନି କି କି ବୋଲି ଜନ ସ୍ୱନ ଜାଗ୍ରତ ଲୋକେ ଶୁଣି କା ଗାନ ଗୋ। କୁଆ ରବିତାପ ନାମ ହୁଏ କିସ ତେଜ କୃଷକାନନ୍ଦ ପାଇକା ରସ ଘନ ମନ୍ଦେ କେ ପାଳିତ ଛନ୍ଦ ନ ଘେନତ ପିକ ହୃଦାନନ୍ଦେ ଘନ ହୋଇ ତୋଷ ଗୋ କାମଧର ଶର କି ନାମ ବୋଲାନ୍ତି ନାରୀବର ରାମା ତପୀ କି କରନ୍ତି ହୋଇ ସ୍ଥିର ଗୋ। ଧ୍ୟାନ ଏଥିରୁ ବାହାରିଲା 'ଜୀବନ ଧନ, ଆଜ ନ କର ମାନ' ଏହା ରାମ କହି ପ୍ରଦୀପ ଛୁଇଁ ନିୟମ କଲେ - ''ମୋହର କାହାଠାରେ ଦୋଷ ନୋହି" ଅର୍ଥାତ୍ ମୁଁ କାହାଦ୍ୱାରା ଦୂଷିତ କେବେ ହେବିନି। ତହୁଁ ମୈଥିଳୀ ତା ପଢ଼ି ବୁଝି ତ୍ରିବର୍ଣ୍ଣରେ ମଧ୍ୟ−ଅକ୍ଷର ଲିପିରେ ଲେଖି ଜଣାଇଲେ। ତଦ୍ଦ୍ୱାରା ଯେପରି ସଂଯମ ଓ ମାଧୁର୍ଯ୍ୟ ଜୀବନ ଘେନି ଦେଖାଯାଏ, ଫରଫର କଥାଭାଷାରେ ତାହା ହୁଏ ନାହିଁ। ଚିରନ୍ତନ ସୌହାର୍ଦ୍ଦ୍ୟର ଏହା ଏକ କୌଶଳ ଅଟେ। ଗ୍ରାମ୍ୟ ଗୀତିରେ ଅଛି -''କଥା ନ କହିବୁ ଜେମା ମୁହଁକୁ ଚାହିଁ"। ସର୍ବଦା ବଲବଲ ଚାହିଁ କଥାଭାଷା କରିବାଦ୍ୱାରା କେବଳ ସୁନ୍ଦରୀ ନାରୀ ନୁହେଁ, ଯେ-କେହି ଅଶ୍ରଦ୍ଧାର ପାତ୍ର ହେବା ସ୍ୱାଭାବିକ। ତେଣୁ ଯଥାସମ୍ଭବ ସଂଯମ ମଧ୍ୟରେ ଚଳିବାକୁ ସବୁ କାଳ, ଧର୍ମ୍ମରେ ନିର୍ଦ୍ଦେଶ ରହିଛି। ବାର୍ତ୍ତା ଶ୍ରବଣାନ୍ତେ କି ବୋଲାନ୍ତି ଉତ୍ତର ଅନିଳର ନାମ କି ପ୍ରବର୍ତ୍ତୀ ପବନ ହୁରିଖେଳ ନାମ କିସ ବୋଲି ଜନ ବର୍ଣ୍ଣନ୍ୟାସେ ଦେଇଥିବ ମତି ହେ ଅବିର ଜୀବ ହତେ ବିନାଶ ଅଦି ପକ୍ୱଶାଳୀ କେହୁ ମର୍ତ୍ତେ ବିଆଳି ମୃଗେନ୍ଦ୍ରକୁ ଜନେ କି ଭାଷନ୍ତେ ହେ। ବନେଶ ଅମାନିତା ନରେ କିସ ଭାଷ? ଘେନାଇ ବଦାନ୍ୟରେ କେଉଁ କଥା ଘୋଷ? ଅହିଂସା ସୁବାସରେ କିସ ହୁଅଇ ପ୍ରକାଶ ଆମୋଦ ବିରସ ନ ହୋଇ ଏଥି ରସ ହେ ବୀଣାଧାରୀ ନାରଦ ଅଦଭୁତର ନାମ କି ପ୍ରଚାରି ବିଚିତ୍ର ବିପଦାର୍ଥେ କେଉଁ ନାମ ସ୍ମରି ହେ। କାତର ''ତବ ବିନା ଆନେ ନାହିଁ ମୋର ଚିତ୍ତ" ସୀତାଙ୍କ ରଚନାରୁ ଜଣାଯାନ୍ତେ ରାମଚନ୍ଦ୍ର ଆନନ୍ଦିତ ହେଲେ ଏବଂ ତତ୍ପରେ ଉଭୟେ ପ୍ରେମାସକ୍ତ ହେବାର ବର୍ଣ୍ଣନା ଦିଆଯାଇଛି। ଷୋଡ଼ଶ ଛାନ୍ଦ - ଚିନ୍ତା ଭୈରବ ରାଗ। ପଦରେ ସଂପୂର୍ଣ୍ଣ। କଥାବସ୍ତୁ - ଦଶରଥ ନିଜର ଚାରିପୁତ୍ର ଏବଂ ବଧୂମାନଙ୍କ ସହିତ ନିଜ ଗୃହକୁ ଫେରିଲେ। ପଥରେ ରାମଚନ୍ଦ୍ର ପର୍ଶୁରାମଙ୍କର ଦର୍ପ ଦଳନ କରି ଅଯୋଧ୍ୟାରେ ପ୍ରବିଷ୍ଟ ହେଲେ। ଏହି ଷୋଳଛାନ୍ଦ ଖଣ୍ଡପଡ଼ାସ୍ଥ କୁମ୍ଭାରପଡ଼ାର ଜଣେ ବ୍ରାହ୍ମଣଙ୍କଠାରେ ରହିଥିଲା। ସେ ତାହା ବରପଲ୍ଲିର ଚିତ୍ରକାର ଜଣକୁ ବିକ୍ରୟ କରିଥିଲେ। ଏମନ୍ତ କି ପାଞ୍ଚଗଡ଼ର ଜଣେ ଓଡ଼ଚଷା ବୁଢ଼ା ତାହାର ଉତ୍ତରାକାରୀ ରହିଥିଲା। ସେ ତାହା କିପରି ପାଇଥିଲା, ତାର ଇତିହାସ ନାହିଁ। କିନ୍ତୁ ତାର ପୁଅର ପୋଥି ଖଟୁଳିରୁ ଦୁଇଟି ଖେଜା ଆକାରରେ ତାହା ମିଳିଥିଲା। ଯୋଗକୁ ଜଣେ ବ୍ରାହ୍ମଣ ତାହା କାଗଜରେ ଅଶୁଦ୍ଧ ଶୁଦ୍ଧ କରି ଉତୁରାଇଥିଲେ। କି ଦୁର୍ଯୋଗ, ମୂଳ ପୋଥି ଘର ପୋଡ଼ିରେ ମଧ୍ୟ ଦଗ୍ଧ ହୋଇଗଲା। ସାମାନ୍ୟ ସାମାନ୍ୟ ପ୍ରଭେଦ ଏ ସଂଗ୍ରହ ସହିତ ତାହାର ଦେଖାଯାଏ। ନରସିଂହପୁର ଘଣ୍ଟପଡ଼ାର ଏକ ପୁରାତନ ବୃଦ୍ଧ ପାଲାକାର କିନ୍ତୁ ଉକ୍ତ ଷୋଡ଼ଶ ଛାନ୍ଦ ମଧ୍ୟରୁ ଷଷ୍ଠ ଓ ସପ୍ତମ ଛାନ୍ଦର ପ୍ରାୟ ସମସ୍ତ ପଦ ମୁଖସ୍ଥ କରି ଗାଇପାରୁଥିବାର ଶୁଣି ତାହା ଜଣକଦ୍ୱାରା ମିଳାଇ ଦେଖିଲି କିଛି ଭେଦ ନାହିଁ। ଭିକାରୀ ନାମକ ନୂଆଗଡ଼ ଗଡ଼ର ଜଣେ ବ୍ୟକ୍ତି ମଧ୍ୟ କେତୋଟି ଛାନ୍ଦ ଛପାଇ ଅଶୁଦ୍ଧ ଭାବରେ ପ୍ରଚାର କରିବାର ଦେଖିଲି। ଏମନ୍ତ କି ଆଉ କେତୋଟି ଅଶୁଦ୍ଧ ଛାନ୍ଦ ଛପା ବହି ଥିବାର ମଧ୍ୟ ମୋ ଦୃଷ୍ଟିକୁ ଆସିଛି। ସଂପୂର୍ଣ୍ଣ ଛାନ୍ଦ କୌଣସିମତେ ସଂଗ୍ରହ କରି ହେଲା ନାହିଁ। ତେବେ ଏହା ପରେ ଯେଉଁ ଛାନ୍ଦଗୁଡ଼ିକ ମିଳିଅଛି ତନ୍ମଧ୍ୟରେ - -ସୀତାଙ୍କୁ ହରାଇବା ପରେ ରାମଚନ୍ଦ୍ରଙ୍କ ଶୋକ ଏବଂ ବାଳୀବଧ। ଏହାର ରାଗ କାମୋଦି। ଏହା ପଦରେ ସଂପୂର୍ଣ୍ଣ। ଏହାର ମୂଳପଦ 'ସଲକ୍ଷଣ ଲକ୍ଷଣ'। -ସୁଗ୍ରୀବ ରାଜା ହୋଇ ମିତ୍ର ରାମଙ୍କୁ ଭୁଲିଯିବାରୁ ଲକ୍ଷ୍ମଣଙ୍କର କିସ୍କିନ୍ଧ୍ୟା ରାଜପୁରୀ ଗମନ। ଏହାର ରାଗ ଚୋଖୀ। ଏହା ପଦରେ ସଂପୂର୍ଣ୍ଣ।